ଗିରସ୍ତ ଆଗରେ ବାହୁନି କହୁଛି। କଳମ ପୋଖରୀ ସେ ଦେଖି ନାହିଁ। –ଠିକ୍ କଥା। ଗିରସ୍ତମାନେ କେବେହେଲେ ଚରିତ୍ର–ହାନି ଓ ଚରିତ୍ର–ହୀନତା ସହି ପାରନ୍ତି ନାହିଁ। ନିଜକୁ ଖାଉନ୍ଦ ଶିରୋମଣିଙ୍କ ପାଖରେ ଅସହ୍ୟ କରି ରଖାଇବା ସବୁଠାରୁ ବଡ଼ ବୋକାମି। ଦିହେଁ ହସିଥିଲେ। କାନ୍ଧକୁ କାନ୍ଧ ଲାଗି ଯାଇଥିଲା। ଜଣକର ମତକୁ ଆର ଜଣକ ସମର୍ଥନ କରିଥିଲା। ସନ୍ଧ୍ୟା ଆଗରୁ ମୁଁ ଫେରିଯିବି। ଅବଶ ସ୍ୱରରେ ଅଳକା କହିଲା–ହଉ। ତମର ସିନା କିଏ ଜଣେ ଅଛି। ଅଳକାର କେହି ନାହିଁ। ସେ ଫେରିବ ଶୂନ୍ୟ ମନ୍ଦିରକୁ–ସେଠି ଆଉ କିଏ ଅଛି? କ'ଣ କେମିତି କରି ମନକୁ ଭଣ୍ଡେଇବାକୁ ହବ। –କାଳ ରାତିଟା– –ବିଭା ହେଇ ଯାଅ–ଅଳକା। ଅନେକ ଅସୁବିଧାରୁ ଛୁଟି ମିଳିବ। –ବିଭା? –କେମିତି? –କାହାକୁ? କିଏ ଜାଣେ? କିଏ ସେ ଧନୁର୍ଦ୍ଧର? ପାଇଥିବା ଜିନିଷ ହରାଇଲେ ସମସ୍ତେ ନିସ୍ୱ। ପାଇଲା ବେଳେ ସମସ୍ତେ ଓଲଟି ପଚାରନ୍ତି–କ'ଣ ହେଲା... ଏତିକି? ପକେଟରୁ ଅଳ୍ପ କିଛି ହଜିଗଲେ ମନଟା ବିଷେଇ ଯାଏ। ଯେତକ ଜଣେ ନଷ୍ଟ କରିପାରେ, ଦାନ ଦେଇପାରେ–ସେତିକି ହଜେଇଲେ ସେହି ଲୋକ ବି ବିବ୍ରତ ହୋଇପଡ଼େ। ଚିହ୍ନା ମଟରଟି ରହି ପଦେ କଥା ଶୁଣାଇ ଚାଲିଗଲା। ଏଇ ପାଜି ରମାକାନ୍ତ ପୁଣି ଗାଡ଼ିର ମାଲିକ ପରି ଚାଲିଛି। ଦିନକରେ ସେ ଅଳକା–ମାନମୟୀ ସମସ୍ତଙ୍କୁ ପାଇଗଲା? –ନା, ସେ ଯାଇଥିଲା ପରର ଛିଦ୍ରରେ ବେପାର କରିବାକୁ। କୃତଘ୍ନ–ଧପ୍ପାବାଜ। କିଏ କହେ ଗରିବ ଲୋକର ଚରିତ୍ର ଭଲ। ପାଖ ଦୋକାନରେ ରେଡ଼ିଓ ବାଜୁଛି। ଦୁଇଧାଡ଼ି ଦୋକାନରୁ ରେଡ଼ିଓ ବାଜୁ ନ ଥିବା ଦୋକାନ ଅଳ୍ପ–ଶୁଭୁଛି, ମଣିଷର ଧନ ହେଉଛି ଚରିତ୍ର। ଧନୀର ଚରିତ୍ର ନାହିଁ। ଦରିଦ୍ରର ଚରିତ୍ର ଅଛି। ତେଣୁ ସେ ଜୀବନରେ ସବୁ ପାଉଛି। –ବେଟା, ବୁଝିଛି ଭଲ। ନାଁଟା ଜଣାପଡ଼ିଲେ ବୁଝାଯାନ୍ତା କେଇ ଅଢ଼ା ଚରିତ୍ରରୁ ସେ କେତେ ଧନ ପାଇଛି। ଗରିବ ଲୋକ ସାଧୁ ଗରିବ ଲୋକର ହୃଦୟ ଅଛି ଗରିବ ଉପରେ ଦେଶର ମାନ ନିର୍ଭର କରୁଛି। –ହଁ, ହଉଥିବ ରେଡ଼ିଓ ଷ୍ଟେସନରେ। ମାଷ୍ଟର ନଟରାଜ ଚାଲିଛି ସଂଯମ ଦେଖାଇବାକୁ ତରୁଣୀ ଫାଜିଲ ଛାତ୍ରୀମାନଙ୍କର ଘରକୁ। ମାନମୟୀ ପରି ଗରିବ ଘରର ଝିଅ ଅନ୍ୟକୁ ନିଶାଖୋର କରି ପାରୁଛି। ଆହା, ଟିକିଏ ଆଗରୁ ରେଡ଼ିଓ ବତ୍କୃତା ଆରମ୍ଭ ହେଇଥିଲେ ସେ ମଟରକୁ ଅଟକାଇ କହିଥାନ୍ତା–ମେମ୍ ସାହେବ ଶୁଣିଥାଅ–କାମରେ ଲାଗିବ। ରମାକାନ୍ତ ଦେଖିଥିଲା ଭଜକୃଷ୍ଣକୁ। ଦେଖା ନ ଦେଇ ଚାଲିଗଲେ କିଏ ଜାଣେ କି ପ୍ରକାର ଗୁଲିଖଟି ଗପ ଆରମ୍ଭ ନ ହେବ। ସାମନା ରାସ୍ତାରେ ରମାକାନ୍ତ ଫେରୁଥିଲା। ଭଜକୃଷ୍ଣ ରେଡ଼ିଓ ଆଡ଼କୁ ଲକ୍ଷ୍ୟ ରଖିଥିବାରୁ ଦେଖିନାହିଁ। ରମାକାନ୍ତର ମନେ ହେଲା ସତେ ଯେପରି ଭଜକୃଷ୍ଣ ଆଡ଼େଇ ହେଇଯିବାକୁ ଚାହେଁ। –ଡରିବ କାହିଁକି? ଭଜକୃଷ୍ଣ ପରି ରମାକାନ୍ତ ବି ଜଣେ ଗରିବ। ଏକାପରି ଭାଗ୍ୟବାନ ମଧ୍ୟ। ଭଜକୃଷ୍ଣ ଅତି ଚତୁର ହୋଇଥିବାରୁ ଆଗ ଚିହ୍ନା କରି ପକାଇଥିଲା। ରମାକାନ୍ତ ଯେମିତି ପଛରେ ଆସିଛି ଦୁଇଗୁଣ ପାଇଛି–ସରକାରୀ ଚାକିରି ନିୟମରେ। ରେଡ଼ିଓ କହୁଛି–ଏଇ ନିଶାପାଣି ସମାଜର କୁଷ୍ଠରୋଗ। ଗରିବ ଶ୍ରମିକ ଏହି ବ୍ୟାଧିକୁ ରକ୍ତ ଦେଇ ବଞ୍ଚେଇ ରଖୁଛି–ଚରିତ୍ର ଅଭାବରୁ ନୁହେଁ ଜ୍ଞାନର ଅଭାବରୁ। –ହେ, ଭଜକୃଷ୍ଣ, ଶୁଣ। ଆମକୁ କେମିତି ବେତାର କେନ୍ଦ୍ର ଉଠାଉଛି। –ତମେ ଶୁଣ। ଏବେ ଚରିତ୍ରବତୀମାନଙ୍କ ସାଙ୍ଗରେ ଚାଲିଥିଲ, ତମର ଉପକାର କରିବ-। –ଆଃ, ରାଗୁଛ କାହିଁକି? ତୁମ ପାଖକୁ ଖବର ଆଣିଛି। –ତାକୁ କହିଦେବ; ଭଜକୃଷ୍ଣ ଗରିବ ହୋଇପାରେ କିନ୍ତୁ ସେ ଉଚିତ ପ୍ରକାରର ମଣିଷ। –ମୁଁ କହିବି କାହାକୁ? ମାନମୟୀଦେବୀ ନିଜେ ତମ ବିଷୟରେ ବିଭୋର। ତମ ପରି ଲୋକ ଏଇ ନିଖିଳ ବିଶ୍ୱରେ ନ ଥିବେ। –ଥାଉ। ଆମେ ଆଉ ପ୍ରଶଂସାପତ୍ର ପରି ବନ୍ଶୀର ଥୋପକୁ ଗିଳିବୁ ନାହିଁ। ଏଇ ଲୋକଙ୍କ ପାଖରୁ ଦୂରରେ ରହିବ। –କାହିଁକି? କ'ଣ ହେଲା? ସେମାନେ ଭାରି ଭଲ ମଣିଷ। ଗୋଟିଏ କଲେଜ ପିଲାକୁ ମଟରରେ ନେଇ ହାୱା ଖାଇଲେ। ଘରେ ଛାଡ଼ିବାକୁ ଯାଉଥିଲେ। ତୁମକୁ ଦେଖି ମୁଁ ଓହ୍ଲାଇଗଲି। –ସାବଧାନ। ସେମାନେ ବଳଦ ଆଉ ଖଚର ଆଦି ଖୋଜି ବୁଲନ୍ତି।। ଗୋଟିଏ ଗଧ ମିଳିଲେ ବି ଧରିନେବେ। –ତମେ ଜାଣିଥିବ। ପାଠ ପଢ଼ାଉଥିଲ।